କ୍ୟାପ୍ଟେନ ଓ ଜାହାଜର ନାବିକମାନଙ୍କ ନିକଟରେ ମୁଁ ମୋର ଭ୍ରମଣ କାହାଣୀ କହିଲି। ଆଉ ଏହି ସେହି ଅଜ୍ଞାତ ଦେଶର କଥା। ମୋ ମାତୃଭୂମି ଓଡ଼ିଶାର ସେହି କ୍ଷୁଦ୍ର ଗ୍ରାମ ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିକଟବର୍ତ୍ତୀ ନିପାତପୁର ଫେରିଆସିଲି। କିନ୍ତୁ ମୋତେ କେହି ଚିହ୍ନିପାରିଲେ ନାହିଁ। ଜଣେ ଦୁଇ ଜଣ ଗ୍ରାମ୍ୟ ବୃଦ୍ଧ କହିଲେ, ''ହଁ, ବୁଲୁ ବୋଲି ଗୋଟିଏ ପିଲା ଥିଲା ଏହି ଗ୍ରାମରେ। ସେ ଅନେକ ଦିନର କଥା। ଏ ସଂକଳନ ସମ୍ପର୍କରେ 'ମୁଁ ଏକ ଅନେକ' ମୋର ଦ୍ୱିତୀୟ ସଂକଳନ! ଏ ସଂକଳନ ସମ୍ବନ୍ଧରେ ମୋର କିଛି କହିବାକୁ ନାହିଁ, ସଫେଇ ଦେବା ପ୍ରଶ୍ନ ତ ଉଠୁନି। 'ମୁଁ ଏକ ଅନେକ' ନାମ ବହନ କରି ଏ ସଂକଳନରେ କୌଣସି ଗଳ୍ପ ନାହିଁ। କିନ୍ତୁ 'ମୁଁ' ବୋଲି ଯେଉଁ ଚରିତ୍ର ସବୁ ଗଳ୍ପମାନଙ୍କରେ ଅବତୀର୍ଣ୍ଣ ହୋଇଛନ୍ତି ସେ 'ମୁଁ' ଗାଳ୍ପିକ ନୁହେଁ, ଗଳ୍ପର ଚରିତ୍ର ସବୁ। ସେମାନେ ସେମାନଙ୍କ କଥା ସେମାନଙ୍କ ଢଙ୍ଗରେ କହିଛନ୍ତି। ଅର୍ଥ ବିଭାଗ ଜୟ ଜଗନ୍ନାଥ ରାଜ୍ୟ ସଚିବାଳୟ ରାମଚନ୍ଦ୍ର ମହାନ୍ତି ଭୁବନେଶ୍ଵର- ସୂଚୀପତ୍ର ମୋ' ମଫସଲୀ ସ୍ତ୍ରୀ ଏ କଥା ଜାଣି ପାରିଲାନି ବୋଧହୁଏ। ସ୍ଵାମୀ ସୋହାଗିନୀ ଅଖିଆ ଅପିଆ ମୋ' ଆସିବା ବାଟକୁ ଚାହିଁ ରହିଥିଲା; କିନ୍ତୁ ମୁଁ ଘରେ ପହଞ୍ଚି ଯେତେବେଳେ ମୋ' ଖାଦ୍ୟ ଓ ତା' ଖାଦ୍ୟତକ ଶେଷକରି ଖାଲି ଥାଳୀରେ ହାତ ବୁଲେଇ ତା' ଆଡ଼କୁ ଚାହିଁଲି ସେତେବେଳେ ସେ ବୋକୀଟା ପରି ଖାଲି ମୋରିଆଡ଼େ ଚାହିଁ ରହିଲା ଗୋଟିଏ କଣ୍ଢେଇର ସ୍ଥିର ଆଖି ପରି ନିଜ ଆଖିକୁ ସ୍ଥିର, ନିଶ୍ଚଳ କରି। କାଳେ କ'ଣ ଅଘଟଣ ଘଟେଇବି ସେଇ ଭୟରେ ସେ ତା'ର ମଫସଲୀ ବୁଦ୍ଧିରେ କିଛି ନକହି ମୋତେ ବିଛଣାରେ ଶୁଆଇ ପକାଇ ଖାଲି ପେଟରେ ରାତିଟା କଟେଇ ଦେଲା। ସକାଳୁ ମୋର ସ୍ଵାଭାବିକ ଅବସ୍ଥାକୁ ଲକ୍ଷ୍ୟ କରି ସେ, ମୋତେ ପଚାରିଲା-କାଲି ରାତିରେ ତମେ କ'ଣ କିଛି ନିଶା ଖାଇଥିଲ କି? ତାକୁ କିଛି ଉତ୍ତର ନ ଦେଇ ମୋ' ମନକୁ ଉତ୍ତର ଦେଇଥିଲି-ଯଦି ଗୋଟିଏ ସହରୀ ଝିଅ ମନେକର ପେଟେଣ୍ଟ ମେଡ଼ିସିନ୍ର ନାୟିକା ସୁଲୋଚନାଙ୍କ ଭଳି ସ୍ତ୍ରୀଟିଏ ପାଇଥାନ୍ତି ତା'ହେଲେ ଗତରାତିରେ ହିଁ ଖଜୁରୀପତ୍ର ଝାଡ଼ୁ ନ ହେଲେ ଫୁଲଝାଡ଼ୁ କବଳରୁ ନିଜକୁ ରକ୍ଷା କରିପାରି ନଥାନ୍ତି ନିଶ୍ଚୟ। ମୁଁ ଯେ ଆଗରୁ କେବେ ନିଶା ଖାଇ ନଥିଲି ତା' ନୁହେଁ; ଅକାଳେ ସକାଳେ ଥରେ ଅଧେ ଭାଙ୍ଗ ଖାଇଛି। ମୋର ଠିକ୍ ମନେଅଛି ଯେତେବେଳେ। ବର୍ଷର ହୋଇଥିଲି ସେତେବେଳେ ପଣାସଂକ୍ରାନ୍ତି ଦିନ ପଣାରେ ଭାଙ୍ଗ ମିଶାଇ ପିଇଥିଲି ଓ ଦର୍ପଣରେ ଦେଖିଲି ମୋର ଆଖି ଦୁଇଟା ନୀଳ ଆକାର ଦୁଇଟି ତାରାପରି ଜଳୁଥିଲା ଓ ଲିଭୁଥିଲା। କେତେ ଭାତ ସେ ଦିନ ଖାଇଥିଲି ସେ କଥା ମୋର ଏବେ ମନେ ନାହିଁ ସତ; କିନ୍ତୁ ସେଦିନ ବୋଉ ମୋ' ଗାଲରେ ଯେଉଁ ଖୁନ୍ଦାଟା ଦେଇଥିଲା ସେ'ଟା ଏଯାଏ ଠିକ୍ ମନେ ଅଛି। ଆଉ ମନେଅଛି ରାଜାଭାଇ ଭାଙ୍ଗ ଖାଇ ତାଙ୍କ ବାପାଙ୍କ ଗୋଡ଼କୁ ଧରିପକାଇ କେମିତି ପାଟି କରିଥିଲେ-ଧାଇଁଆସ ହୋ ଧାଇଁଆସ ଗୋଟିଏ ବଡ଼ ମାଛ ଧରିଛି। ପାଟିକରି ସେ ଦାଦାଙ୍କ ଗୋଡ଼କୁ ଏମିତି ଉଠା, ପକା, ମୋଡ଼ା ଆରମ୍ଭ କରିଦେଲେ ଯେ ସେଦିନ ଯଦି କେହି ତାଙ୍କୁ ଜାବୁଡ଼ି ଧରି ନଥାନ୍ତେ ତା'ହେଲେ ଦାଦା ଯେ ତାଙ୍କ ଗୁଣବନ୍ତ ପୁଅଙ୍କ ପାଇଁ ଛୋଟା ହୋଇ